ତୁଷାରକାନ୍ତିଙ୍କର ବାମ ହାତ ପରୀକ୍ଷା କରୁ କରୁ ଦଳପତି କହିଲେ ଏବେ ଟିକିଏ ଭଲ ଲାଗୁଛି? ମୋ ପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ। ମୋ ଉପରେ ଆଜିକାର ଦାୟିତ୍ୱ ରହିଛି ମୁଁ ତାକୁ ନିଶ୍ଚୟ ପରିଚାଳନା କରିପାରିବି। କିନ୍ତୁ ବାହାରର ସେ ସମସ୍ତ ମୁଁ ଲୀଳା ନିକଟରୁ ଶୁଣିନେଇଛି ଡକ୍ଟର। ଆଉ ତା’ର ପ୍ରତିକାରର ବ୍ୟବସ୍ଥା ମଧ୍ୟ କରିସାରିଛି। ଅନ୍ତତଃ ବାହାରୁ ଯଦି କୌଣସି ଆକ୍ରମଣ ହୁଏ ଆଜି ଆମେ ସେ ଦିଗରୁ ନିରାପଦ। କାରଣ ଧନୀରାମକୁ ଅପସାରିତ କରାଯାଉଛି। କଣ୍ଟ୍ରୋଲ୍ ରୁମ୍ ଦାୟିତ୍ୱରେ ଅଗତ୍ୟା ଲୀଳା ରହୁଛନ୍ତି। ଆଉ ଅନ୍ୟାନ୍ୟ ବିଷୟ ପରେ ଚିନ୍ତା କଲେ ମଧ୍ୟ ଚଳିବ। ଏବେ ଆମ ଦୁଇ ଜଣଙ୍କୁ ପରିଚାଳନା ନିର୍ଦ୍ଦେଶକଙ୍କ ନିକଟକୁ ଯିବାକୁ ପଡ଼ିବ। ତା’ ପରେ ଲୀଳା ତଥା ଲୁସିଙ୍କ ଉପରେ ଧ୍ୟାନ ଦେଇ କହିଲେ ତୁମେମାନେ ଯଥାଶୀଘ୍ର ତୁମମାନଙ୍କର ଦାୟିତ୍ୱ ସମ୍ପନ୍ନ କର। କିନ୍ତୁ ଖୁବ୍ ସାବଧାନ! ସେମାନେ ଯେମିତି କୌଣସିମତେ ଜାଣି ନ ପାରନ୍ତି କୌଣସି ଦୁର୍ଭିସନ୍ଧି ରଖି ଆମେ ସେମାନଙ୍କୁ କାର୍ଯ୍ୟରୁ ଅନ୍ତର କରୁଛୁ। ସେ ବିଶ୍ୱାସ ଆମ ଉପରେ ରଖନ୍ତୁ ବସ୍। ତା’ ପରେ ତୁଷାରକାନ୍ତିଙ୍କ ସହିତ ଦଳପତି ସେ କକ୍ଷ ପରିତ୍ୟାଗ କଲେ। ଅପରେସନ୍ କକ୍ଷର ସାଜସଜ୍ଜା ଗଭୀର ମନୋଯୋଗ ସହକାରେ ତୁଷାରକାନ୍ତି ନିରୀକ୍ଷଣ କରୁଥିଲେ। ଏହି ପୁରୀରେ ଦୀର୍ଘ ଦିନ ରହି ମଧ୍ୟ ଖୁବ୍ ନିକଟରେ ଏହିଭଳି ଯେ ଏକ ମାରାତ୍ମକ କକ୍ଷ ରହିଛି ଏହା ସେ ସ୍ୱପ୍ନରେ ସୁଦ୍ଧା ବିଶ୍ୱାସ କରିପାରି ନ ଥିଲେ। ସେ ପ୍ରଥମେ ଯେତେବେଳେ ଏହି କକ୍ଷ ଭିତରକୁ ପ୍ରବେଶ କରିଥିଲେ ସେତେବେଳେ ଏହି କକ୍ଷଟି ଖୁବ୍ କ୍ଷୁଦ୍ର ମନେ ହେଉଥିଲା। କେବଳ ଗୋଟିଏ ଅପରେସନ୍ ଟେବୁଲ୍ ଆଉ ତା’ର ସମସ୍ତ ଯନ୍ତ୍ରପାତି। ଆଉ କେତେଗୁଡ଼ିଏ ବଡ଼ ବଡ଼ କାଚ ଜାର୍ ରବର୍ ଟ୍ୟୁବ୍ ଇଞ୍ଜେକ୍ସନ୍ ନିଡିଲ୍‌ରେ ସେହି କକ୍ଷଟି ପୂର୍ଣ୍ଣ ହୋଇ ରହିଥିଲା। କିନ୍ତୁ ଏବେ ସେହି କକ୍ଷଟିର ସୀମା ଯେମିତି ଅନେକ ଗୁଣରେ ବଢ଼ିଯାଇଥିଲା। ଭିତରେ ଶହେ ଜଣ ଲୋକ ବସିପାରିବା ଭଳି ପ୍ରଶସ୍ତ ପରିବେଶ। ଆଉ ସେହି ପ୍ରଶସ୍ତ ପରିବେଶ ମୂଲ୍ୟବାନ୍ ସୋଫା ସେଟ୍ ଇତ୍ୟାଦିରେ ସୁସଜ୍ଜିତ ହୋଇ ରହିଥିଲା। ଆଉ ସେଠାକାର ଉପସ୍ଥିତ ପ୍ରତ୍ୟେକ ବ୍ୟକ୍ତି କଳା ପୋଷାକରେ ଆଚ୍ଛାଦିତ ହୋଇଥିଲେ। ସେମାନଙ୍କଠାରୁ କିଞ୍ଚିତ୍ ଆଗକୁ ଆଉ କେତେଗୁଡ଼ିଏ ସୁସଜ୍ଜିତ ଚେୟାର ପଡ଼ିଥିଲା। ତା’ ଠାରୁ କିଛି ଦୂରରେ ଗୋଲାକାର ଟେବୁଲ୍। ଟେବୁଲ୍ ନିକଟରେ ଦୁଇଖଣ୍ଡି ମାତ୍ର ଚେୟାର। ଏହାର ନିର୍ମାଣ ପ୍ରଣାଳୀ ଖୁବ୍ ଅଳ୍ପ ସମୟ ପୂର୍ବରୁ ଦଳପତି ତାଙ୍କୁ ଜଣାଇ ଦେଇଥିଲେ। ଇଚ୍ଛା କଲେ ଏହି ହଲ୍‌ଟି ଅନେକଗୁଡ଼ିଏ କୋଠରିରେ ବିଭକ୍ତ ହୋଇପାରିବ। କାରଣ ମୋଟା ଲୁହାର ପାତଗୁଡ଼ିକ ଏମିତି ଭାବରେ ରଖାଯାଇଛି ଯେ ଇଲେକ୍ଟ୍ରିକ୍ ମୋଟର ସାହାଯ୍ୟରେ ଚଳପ୍ରଚଳ କରି କାନ୍ଥ ସୃଷ୍ଟି କରି ସ୍ୱତନ୍ତ୍ର ଗୋଟାଏ ଗୋଟାଏ କକ୍ଷରେ ପରିଣତ କରିଦେଇ ପାରିବ। ଏଗୁଡ଼ିକ ସମ୍ଭବ ହେବ କଣ୍ଟ୍ରୋଲ୍ ରୁମ୍ ଦ୍ୱାରା। ଅପରେସନ୍ ଟେବୁଲ୍ ଆଉ ଯନ୍ତ୍ରପାତିଗୁଡ଼ିକ ଭଲ ଭାବରେ ପରୀକ୍ଷା କରି ନେଇ ନିଜର ଛିଡ଼ା ହେବା ସ୍ଥାନଟି ଭଲ ଭାବରେ ଲକ୍ଷ୍ୟ କରିନେଲେ। ତା’ ତଳେ ଯେଉଁଭଳି ସଙ୍କେତ ସେ ଦଳପତିଙ୍କ ନିକଟରୁ ପାଇଥିଲେ ସେହି ସଙ୍କେତ ରହିଥିବାର ଜାଣିପାରିଲେ। ମାନେ କୌଣସି ବିପଦର ସମ୍ଭାବନା ଦେଖିବା ମାତ୍ରେ ସେହି ସଙ୍କେତ ଉପରେ ପ୍ରେସ୍ କଲେ ତାହା କଣ୍ଟ୍ରୋଲ୍ ରୁମ୍ ଖୁବ୍ ଶୀଘ୍ର ଜାଣିପାରିବ ଆଉ ସଙ୍ଗେ ସଙ୍ଗେ ସେଠାରୁ ପ୍ରତିରକ୍ଷାର ଉପାୟ ମିଳିଯିବ। ଅର୍ଥାତ୍ ତାହାରି ତଳେ ରହିଥିବା ଆଉ ଗୋଟିଏ କକ୍ଷକୁ ନିରାପଦରେ ସେ ଯାଇପାରିବେ। ହାତଘଣ୍ଟାକୁ ଅନାଇଲେ ଆଉ ପାଞ୍ଚ ମିନିଟ୍। ପାଞ୍ଚ ମିନିଟ୍ ପରେ ଦଳପତିଙ୍କ